ଭାବିଲା, ଗୀତର ରଚକ ଜଣେ ଦରଦୀ, ଅନ୍ତରର ସତ୍ୟ ଏଥିରେ ପୂର୍ଣ୍ଣ ଭାବରେ ପ୍ରକଟିତ ହୋଇଛି। –ଗୁଡ଼ାଖୁ ଟିକେ ଅନୁଗ୍ରହ ହବ–ବାବୁ! ଭୟ ମିଶ୍ରିତ ଭାବରେ ତଳର ଜଣେ ଲୋକ ପାହାଚ ଉପରକୁ ଆସି ମାଗିଲା। ତା' ପରେ ପ୍ରତିଦିନ ବାବୁମାନଙ୍କଠାରୁ ଗୁଡ଼ାଖୁ ନେଇ ଘଷିବା ଲୋକଟିର ପେଶା ହେଲା କହିଲେ ଅତ୍ୟୁକ୍ତି ହେବନି। ମାତ୍ର ମାଗିବା ଭିତରେ ଦିନେ ହେଲେ ଅଭଦ୍ରତା ସେ ଦେଖେଇନି। ବେଳେବେଳେ ସାହସ ବାନ୍ଧି ମୁରାରିଠାରୁ ଗୋଟା ଦିଟା ପଇସା ବି ଧାର ମାଗିନେଲା। କିଛିଦିନ ପରେ ମୁରାରି ଦିନେ ଜାଣି ପାରିଲା ଲୋକଟିର ଘର ପଳାଶପୁର। ମନରେ ଭାରି କୌତୂହଳ ହେଲା, କାଳେ କୌଣସି ସମ୍ବାଦ ୟା'ଠାରୁ ମିଳିପାରେ। ଦିନେ ଡାକି ପଚାରିଲା– ଆଚ୍ଛା ପଧାନେ, ବନମାଳି ବୋଲି, ତମ ଗାଁରେ କିଏ ଅଛି? ହଁ ତମ ଘର ପଳାଶପୁର ନାଁ? ପଧାନ ଭାବିଲା, ଯଥା କୁଳେ ଜନ୍ମ ତଥା ଗରିଷ୍ଠ। ବାବୁ ତ ଆଉ, ବନା କେଉଟ କି ବନିଆ କଣ୍ଡରା କଥା ପଚାରୁ ନା'ନ୍ତି। ତାଙ୍କରି ଲାଖି ଲୋକଙ୍କ କଥା ନିଶ୍ଚେ–ଝଟ୍ ଉତ୍ତର ଦେଲା। ଆଜ୍ଞା, କଣ ନା' ବ ବାବୁଙ୍କ କଥା ପଚରା ଯାଉଛି? ନାଏବ କିଏ? ବନମାଳି ମା' ନ୍ତି ବୋଲି କେହି ତମ ଗାଁରେ ନାହିଁ? ସେଇତ ନା' ବ ବାବୁ, ଆଜ୍ଞା। ବୟସ କେତେ ହବ ତାର କହିଲ? ବାଇଶି କି ତେଇଶି ଭିତରେ। ସେ କଣ ପଢ଼ିଛି? କଲେଜରେ ତ ପଢ଼ୁଥିଲେ–ଦାଦୀ ମରିଗଲାରୁ ପଢ଼ା ଛାଡ଼ି ଅଇଛାତ– ସେ କଣ ଭାରି ପଇସାବାଲା– ସେ କଥା କହୁଛନ୍ତି କିଆଁ। ଗରଭିଣୀ ଗାଈ ବାଟ ଛାଡ଼ୁଛି। କହିଲେ ହାତରେ ମୁଣ୍ଡ କାଟିବେ। ଆଖି ଦିଟା ପଧାନର ଯେପରି ତାଳୁରେ ଖୋସି ହୋଇଗଲା। ମୁରାରି ଭାବିଲା, କଥାଟା ନିଶ୍ଚେ ସତ। ମୋତି କଥା ଶୁଣି ଗାଁରେ ସମସ୍ତେ ହସିଲେ ସିନା–ପୁଅ ଏକା ତାର ଅଛି, ସେ ଶିକ୍ଷିତ ପୁଣି ବଡ଼ଲୋକ। କଥା ହଉଁ ହଉଁ ସବୁ ବାହାରିଲା। ଶେଷରେ ପଧାନ ଆଉ ସମ୍ଭାଳି ପାରିଲାନି– ଏହି ଚେମେଇ ପଧାନ ବାବୁ, ଗାଣ୍ଡିରେ କନା, ପେଟରେ ଦାନା ନାହିଁ। ନିରୀହ ପ୍ରାଣୀଟାକୁ ରାତାରାତି ଘିନି ଆସି ଧରମ ଧରମ ଦାଣ୍ଡ–ଏଇ ବଡ଼ ଦାଣ୍ଡରେ ଠିଆ କରିଦେଲି ବାବୁ ସେ ଆପଣଙ୍କ ଘରେ ଅଛି? ଆଜି ଯା' ସେ ବଞ୍ଚିଛି– ପଧାନେ ତମେ ପାପ କରିଚ ଢେର। କିଛି ପୁଣ୍ୟ କରି ପାରିବ। ମୋତିକି ଦାସୀ ଜନ୍ମରୁ ଉଦ୍ଧାର କରି ପାରିବ? ମୁରାରିର ପ୍ରଶ୍ନ ଶୁଣି ହାତେ ଲମ୍ବର ଗୋଟା ଜିଭ କାଢ଼ି ଗୋଟା ଓସାରିଆ ଓଳିକି ପକେଇ ପଧାନ କହିଲା–ଆ–ଲୋ ବୋପା!! ସେ କଥା କହିବ କି–ଏ? –ଏ ବେକ ରହିବ–!! ମୁରାରି ବୁଝିଲା ପାପୀ କେଭେ ପୁଣ୍ୟ କରି ପାରେ ନା। ପାତ୍ର ତାର ଦୋସରା।... ତେବେ– ଆଖି ଆଗରେ କର୍ତ୍ତବ୍ୟର ଉଜ୍ଜ୍ୱଳ ପଥ ଭାସି ଉଠିଲା। ମୁରାରି ଦେଖିଲା, ମୋତିର ଦୁଃଖ ରଜନୀ ପାହି ଯାଉଛି। ସେ ନିଜେ, ମୋତି ଆଉ ବନମାଳିକି ଗୋଟାଏ କଳା ପର୍ଦ୍ଦା ଗୋଡ଼ରେ ଦଳି ଦଳି ଆଗକୁ ଚାଲିଛନ୍ତି। ମୋତି ଦୁଆର ଖରକୁ ଥିଲା, ତାକୁ ଶୁଭିଲା 'ବୋଉ'। ପଛକୁ ଫେରି ଅନେଇଲା କେହି ନାହିଁ। ତଥାପି ସେ ପହଁରାଟା ହାତରୁ ପକେଇଦେଇ ଚାରିଆଡ଼କୁ ଭଲକରି ଚାହିଁଲା–ପୁଅ କଣ ଆଉ ତାର ଆଇଲାକି! ବନମାଳି ତାର ଖୁବ୍ ବଡ଼ଲୋକ ବୋଲି ମୁରାରୀଠୁ ସେ ଶୁଣିଛି। ସେ ବଡ଼ଲୋକ